ସେଥି ସଙ୍ଗେ ସଙ୍ଗେ ଏକ ରକେଟ୍ ଉପରକୁ ଉଠିବାକୁ ଲାଗିଲା ବିଦ୍ୟୁତ୍ବେଗରେ। କିଛି ସମୟ ପରେ ସେହି ରକେଟ୍ ଦେହରେ ହେଲା ଆଉ ଏକ ବିସ୍ଫୋରଣ ଏବଂ ପ୍ରଥମ ରକେଟ୍ ଦେହରୁ ଆଉ ଗୋଟିଏ ରକେଟ୍ ବାହାରି ଉପରକୁ ଉଠିଲା ଓ ପ୍ରଥମ ରକେଟ୍ଟି ଖସିଗଲା। ଏହିଭଳି ତିନିଗୋଟି ରକେଟ୍ର ପର ପର ବିସ୍ଫୋରଣ ଫଳରେ ଗୋଟିଏ ବଡ଼ ଅଙ୍ଗୁର ଆକାରର ଧଳା ଗୋଲାକାର ବସ୍ତୁ ପୃଥିବୀଠାରୁ ଚାରିଶହ ମାଇଲ ଦୂରରେ ପୃଥିବୀକୁ ପରିଭ୍ରମଣ କରିବାକୁ ଆରମ୍ଭ କଲା। ବିସ୍ଫୋରଣର ପରେ ପରେ ଲେନା ଦୂରବୀକ୍ଷଣଟି ଆଉ ପୃଥିବୀପୃଷ୍ଠରେ ନିବଦ୍ଧ ନ କରାଇ, ସେଠାରୁ ଚାରିଶହ ମାଇଲ ଉଚ୍ଚ ମହାଶୂନ୍ୟ ଭିତରକୁ ଲକ୍ଷ୍ୟ କଲା। ବିସ୍ଫୋରଣର ପରେ ପରେ ଲେନା ଦୂରବୀକ୍ଷଣଟି ଆଉ ପୃଥିବୀପୃଷ୍ଠରେ ନିବଦ୍ଧ ନ କରାଇ, ସେଠାରୁ ଚାରିଶହ ମାଇଲ ଉଚ୍ଚ ମହାଶୂନ୍ୟ ଭିତରକୁ ଲକ୍ଷ୍ୟ କଲା, ଠିକ୍ ଯେପରି ମାର୍କିନ୍ ଉପଗ୍ରହଟି ପରିଷ୍କାର ଦିଶିବ। ନକ୍ଷତ୍ରଖଚିତ କୃଷ୍ଣାକାଶର ଘନ ଅନ୍ଧକାର ଭିତରେ ଏକ ଆଲୋକ ବିନ୍ଦୁ ପ୍ରତି ଦେଢ଼ ଘଣ୍ଟାରେ ଗତି କରି ପୃଥିବୀକୁ ପ୍ରଦକ୍ଷିଣ କରିବା ଦେଖି ଉପଗ୍ରହର ଅଧିବାସୀଙ୍କ ଭିତରେ ଅପୂର୍ବ ଆନନ୍ଦର ଢେଉ ଖେଳିଗଲା। ଏହି ଦୃଶ୍ୟ ହଠାତ୍ ଆଲେସ୍କିଙ୍କ ମୁହଁରୁ ବାହାରିପଡ଼ିଲା, ''ଯା' ହେଉ, ଯୁକ୍ତରାଷ୍ଟ୍ର ଏତେ ଦିନେ ତା'ର ବୈଜ୍ଞାନିକ ବୁଦ୍ଧିମତ୍ତାର ଉପଯୁକ୍ତ ପରିଚୟ ଦେଲା। ଦେଶଟି ଯଦି ସମାଜବାଦୀ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହୁଅନ୍ତା, ତେବେ ଏହା ଏତେ କ୍ଷିପ୍ରଗତିରେ ଆଗେଇଯାନ୍ତା ଯେ, ଆମେ କଣ, କୌଣସି ଦେଶ ତାହା ସହିତ ପାଦମିଳାଇ ଆଗେଇ ପାରନ୍ତା ନାହିଁ। ଓଃ, ପ୍ରାକୃତିକ ସମ୍ପଦଦୃଷ୍ଟିରୁ ଦେଶଟି କେଡ଼େ ଭାଗ୍ୟବାନ୍ ସତେ? ପୁଞ୍ଜିବାଦର ଚାପରେ ସେ ସମ୍ପଦ ଛାରଖାର ହୋଇଯାଉଛି ସିନା। '' ରାତି ପ୍ରାୟ ଦୁଇଟା ହେବ। ଉପଗ୍ରହରେ ଯଦିଚ ଦିନର ଝଲକ ପୂରାପୂରି ପଡ଼ିଥାଏ ଓ ଦିନ ଭଳି ସୂର୍ଯ୍ୟକିରଣ ବିକିରୀତ ହେଉଥାଏ, ତଥାପି ଉପଗ୍ରହର ଘଡ଼ିରେ ରାତ୍ରି ଦୁଇଟାର ନିର୍ଦ୍ଦେଶ-। ସୂର୍ଯ୍ୟଙ୍କର ଉତ୍ତପ୍ତ କିରଣରେ ଉପଗ୍ରହଟି ଉଦ୍ଭାସିତ। ଉପଗ୍ରହର ଅଧିବାସୀମାନେ ନିଜ ଅଭ୍ୟାସରେ ବ୍ୟତିକ୍ରମ ନ ଘଟଇବା ପାଇଁ ରାଷ୍ଟ୍ରର ଷ୍ଟାଣ୍ଡାର୍ଡ଼ ସମୟ ଅନୁସାରେ ନିଜର ଘଡ଼ିଗୁଡ଼ିକୁ ଚଳାଇଥାନ୍ତି ଓ ସେହି ଅନୁସାରେ ସ୍ନାନ,। ଆହାର, ଶୟନ ଆଦି କରୁଥାନ୍ତି। ତେଣୁ ସୂର୍ଯ୍ୟ ମହାଶୂନ୍ୟରେ ବିରାଜୁଥିଲେ ମଧ୍ୟ ଉପଗ୍ରହର ସମସ୍ତ ଗାଢ଼ ନିଦ୍ରାରେ ସୁପ୍ତ। ଚାରିଆଡ଼େ ଶୂନ୍ଶାନ୍ ନିସ୍ତବ୍ଧ। ଉପଗ୍ରହର ବେତାର ରୁମ୍ପରିଚାଳକ କ'ଣ ଏକ ଜରୁରୀ ଖବର ନେଇ ଦୌଡ଼ୁଥାନ୍ତି ଡିରେକ୍ଟର ଆଲେସ୍କିଙ୍କ କକ୍ଷଆଡ଼େ। ବାରଣ୍ଡା ଦେଇ ଯାଉଁ ଯାଉଁ ତାଙ୍କ ଆଖି ପଡ଼ିଗଲା ମେରିନାଙ୍କ ଉପରେ। ନିଜ କୋଠରି ଆଗରେ ଠିଆହୋଇ ମହାଶୂନ୍ୟ ମଧ୍ୟକୁ ଅନାଇ କ'ଣ ଭାବିବାରେ ବ୍ୟସ୍ତ ସେ। ମେରିନାକୁ ଏ ଅସମୟରେ ଜାଗିରଥିବା ଦେଖି ବେତାରଚାଳକ ପଚାରିଲେ, ''ଆପଣ ଯେ ଏତେବେଳେ ଜାଗ୍ରତ ଅଛନ୍ତି, ମିସ୍ ମେରିନା? '' ''ହଁ, ହଠାତ୍ ନିଦ ଭାଙ୍ଗିଗଲା ଗୋଲେଭ୍! ଆଉ ନିଦ ହେଲାନାହିଁ। ତେଣୁ ଏହି ବାରଣ୍ଡାରେ ଏପଟ ସେପଟ ହେଉଛି। ଅପେକ୍ଷା କରିଛି ଅନ୍ୟମାନଙ୍କ ଉଠିବା ପର୍ଯ୍ୟନ୍ତ। କିନ୍ତୁ ତୁମେ ଯେ ଏ ଅସମୟରେ ଏଆଡ଼େ? '' ''ଡିରେକ୍ଟରଙ୍କ ପାଖକୁ ଯାଉଛି, ଏକ ଜରୁରୀ ଖବର ନେଇ। '' ''ଜରୁରୀ ଖବର? '' ଚମକି ପଡ଼ିଲା ମେରିନା, ''ଖବର କାହାଠାରୁ ଆସିଛି। '' ''କମିଶନ୍ର ଚେୟାରମେନ୍ ପାଲାଭିନ୍ଙ୍କଠାରୁ। ସେ ଡିରେକ୍ଟରଙ୍କ ସହିତ କ'ଣ ଏକ ଜରୁରୀ ଆଲୋଚନା କରିବା ପାଇଁ ଡାକିଛନ୍ତି। '' ''ହେଉ, ମୁଁ ବି ତୁମ ସଙ୍ଗରେ